ମୋ ଉପରୁ ଦୃଷ୍ଟି ଫେରାଇ ପୁଣି ମୀନା କହିଲା, 'ତମେ ଯଦି ଟିକିଏ ମାୟା ପାଇଁ ଚେଷ୍ଟା କରନ୍ତ ନା, ଅଳ୍ପ କେଇଦିନ ଭିତରେ ସେ ଏକାଥରେ ଟପ୍କୁ ଚାଲିଯାଆନନ୍ତା। ' —ଗମ୍ଭୀର ଭାବରେ ସିଗାରେଟ୍ ଟାଣୁ ଟାଣୁ ଅକ୍ଷୟ ସେନ କହିଲେ, 'ତୋ ବନ୍ଧୁଙ୍କର ନେଚୁରାଲ ବିଉଟି ଯେମିତି ଅଛି, ସେହିଭଳି ଭାବରେ ଯଦି ଟ୍ୟାଲେଣ୍ଟ ଥାଏ, ମୁଁ ତୋତେ କଥା ଦେଉଛି, ସିନେମା ଜଗତରେ ତାଙ୍କ ଭର୍ତ୍ତି କରିବାପାଇଁ ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି। ' 'ବେଶ୍, ମୋ କଥାରେ ଯଦି ବିଶ୍ୱାସ ନ ଆସୁଛି, ତମେ ନିଜେ ଆଜି ତାର ନାଚ ଦେଖ। ନା, କ'ଣ ମାୟା? ' 'କିନ୍ତୁ, କିନ୍ତୁ... ' 'ଏଥିରେ ଲାଜ କରିବାର କ'ଣ ଅଛି! ତୁ ତ ଦିନେ ତୋ ନାଚ ବାହାରେ ଦେଖାଇବାକୁ ବ୍ୟସ୍ତ ହୋଇପଡ଼ୁଥିଲୁ। ଆଜି ତ ଭାଇ ନିଜେ ଅଛନ୍ତି। ଏଥିରେ ବ୍ୟସ୍ତ ହବାର କ'ଣ ଅଛି? ତୋ ନାଚରେ କିଛି ଦୋଷତ୍ରୁଟି ଥିଲେ ସେ ତ ସଜାଡ଼ିଦେବେ। ଆଜି ସିନା ସେ କ୍ୟାମେରାମ୍ୟାନ୍, ତା' ଆଗରୁ ସେ ତ କଳାବିକାଶ କେନ୍ଦ୍ରର ନୃତ୍ୟ ଶିକ୍ଷକ ଥିଲେ। ' —ମୀନା କଥାରେ ମୁଁ ହଠାତ୍କିଛି ଉତ୍ତର ଦେଇପାରିଲି ନାହିଁ। ମୋ ଉପରୁ ଦୃଷ୍ଟି ଫେରାଇ ସେ କହିଲା, 'ମାୟା ଆଜି ନାଚିବ, ତମେ ଦେଖ। ମୋର କଥା ସତ କି ମିଛ ବଳେ ଜାଣିବ। କିନ୍ତୁ ଭାଇ, ମୋର ଅନୁରୋଧ ରଖି ଯଦି ମାୟାକୁ ସିନେମା ଭିତରରୁ ନ ନିଅ ନା, ତମର ମୋର ଆଉ ଭାଇଭଉଣୀ ସମ୍ପର୍କ ରହିବ ନାହିଁ। ' ତା'ପରେ ମୀନା ଘର ପାଖକୁ ଲାଗି ଏକ ପ୍ରଶସ୍ତ ଉଦ୍ୟାନ ରହିଥିଲା। ମୀନା ଠିକ୍କଲା ସେଇଠାରେ ମୁଁ ନାଚିବି, ଆଉ ଏମାନେ ଦୂରରୁ ଥାଇ ମୋର ନାଚ ଦେଖିବେ। —ମନେ ମନେ ଶଙ୍କିତ ହୋଇପଡ଼ୁଥିଲା ମୁଁ। ସିନେମାର ତାରକାମାନେ କେତେ ଫ୍ରି ସେକଥା ଭଲ ଭାବରେ ଜାଣିଥିଲି। ତା'ଛଡ଼ା ଏତେଦିନ ପର୍ଯ୍ୟନ୍ତ କେବଳ ମୀନା ଆଉ କେତେଜଣ ବାନ୍ଧବୀଙ୍କୁ ନୃତ୍ୟ ଦେଖାଇବା ବ୍ୟତୀତ ଆ କୌଣସି ପୁରୁଷ ଲୋକ ଆଗରେ ମୁଁ ନାଚି ନ ଥିଲି। ପୁଣି ଆଜି ନାଚିବାକୁ ପଡ଼ିବ। ସିନେମାର ଜଣେ କ୍ୟାମେରାମ୍ୟାନ ଆଗର। ସିନେମାରେ ପ୍ରବେଶ କରିବାର ବାଟ କେବଳ ଏଇ ନୃତ୍ୟ ମାଧ୍ୟମରେ ହିଁ ସମ୍ଭବ। କିନ୍ତୁ ମୁଁ ସେମାନଙ୍କ ଆଗରେ ନାଚିପାରିବି ତ? ଏହି ଦ୍ୱନ୍ଦ୍ୱ ଭିତରେ ପଡ଼ିଥିବ ବେଳେ ଅକ୍ଷୟ ସେନ କହିଲେ, 'ବହୁତ ଶୋଷ ଲାଗୁଛି, ମିନୀ, ଯଦି ସରବତର ବନ୍ଦୋବସ୍ତ କରନ୍ତୁ... ' —ତାଙ୍କ ପାଟିରୁ କଥା ଶେଷ ହେଇଛି କି ନାହିଁ ମୀନା ଚାଲିଗଳା। ସେମାନଙ୍କ ଆଗରେ ଏକୁଟିଆ ବସିବାକୁ ଖରାପ ଲାଗୁଥିଲେ ବି, ମୁଁ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବାରେ ଲାଗୁଥିଲି। କାରଣ ଯେ କୌଣସିମତେ ସିନେମା ଜଗତରେ ପ୍ରବେଶ କରିବାକୁ ମୁଁ ଉଦ୍ବିଗ୍ନ ହୋଇଉଠିଥିଲି। ଆଉ ତା' ଭିତରକୁ ପ୍ରବେଶ କରିବାର ମୂଳ ଦକ୍ଷତା ହେଲା ଲଜ୍ଜା ତ୍ୟାଗ କରିବା-। —କୋଠରି ଭିତରେ ବ୍ୟାପିଯାଇଥିବା ନୀରବତା ଭାଙ୍ଗି ଅକ୍ଷୟ ସେନ କହିଲେ, ପ୍ରକୃତରେ ଏଇ ଲଜ୍ଜାଗୁଣ ପାଇଁ ଆମ ଓଡ଼ିଆ ଝିଅମାନେ ଏଇ ଲାଇନରେ ବେଶି ଆସିପାରୁନାହାନ୍ତି। ଆପଣ ଯଦି କେବେ ମାଡ୍ରାସ କିମ୍ବା ବମ୍ବେ ଯାଆନ୍ତେ, ଦେଖନ୍ତେ କେରଳୀ, ତେଲଗୁ, ଆଉ ବେଙ୍ଗଲୀ ଝିଅମାନେ ଏଇ ଦିଗରେ କେତେ ଏକ୍ସ୍ପାର୍ଟ। ପୂରା ପୂରା ଖୋଲା ଦେହ ଆଉ ପ୍ରମ୍ପ୍ଟ୍ ହେନ ହେଇବି ସେମାନେ ଏ